ଜୟଶ୍ରୀକୁ ରାଜକୁମାର ମନେ କରି ତାଙ୍କୁ ଆଶୀର୍ବାଦ କଲେ। ବିବାହ ହେବାର ଲଗ୍ନ ସ୍ଥିର ହେଲା। ମାତ୍ର ଜୟଶ୍ରୀ ରାଜାଙ୍କୁ କହିଲା, ଆଜ୍ଞା, ଏଥିରେ ମୋର ଆପତ୍ତି ନାହିଁ, ମାତ୍ର ଆମ ବଂଶର ବିବାହ ଆମ କୁଳଦେବତାଙ୍କ ଆଗରେ ହୋଇଥାଏ। ଏଣୁ ରାଜକୁମାରୀଙ୍କୁ ମୋ ସହ ଆମ ଘରକୁ ଯିବାକୁ ପଡ଼ିବ। ବାଧ୍ୟ ହୋଇ ରାଜାଙ୍କୁ ତାହା ମାନିବାକୁ ହେଲା। ରାଜକୁମାରୀକୁ ନେଇ ରାଜକୁମାର ଦେଶକୁ ଫେରିବା ସ୍ଥିର ହେଲା।ଗଡ଼ରୁ ବିଦାୟ ନେବା ପୂର୍ବରୁ ରାଜକୁମାର ଗଡ଼ ଦେଖିବାକୁ ବାହାରିଲା। ଗଡ଼ର ରୋଷେଇ ଘର ପାଖେ ପହଞ୍ଚି ଦେଖିଲା, ତା ସ୍ୱାମୀ ବିଜୟ ରାୟ ଗୋଟିଏ ଚୁଲି ଫୁଙ୍କୁଛନ୍ତି। ତାଙ୍କର ବାଳ ସବୁ ବଢ଼ି ଯାଇଥାଏ। କେଉଁ କାଳର ମଇଳା, ଚିକିଟା ଲୁଗା ସେ ପିନ୍ଧିଥାନ୍ତି। ମନ ଦୁଃଖ ମନରେ ମାରି ସେ କାମ କରୁଥାନ୍ତି। ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି ଜୟଶ୍ରୀ ମନରେ ଦୁଃଖ ହେଲା।ଜୟଶ୍ରୀ ତାଙ୍କ ନିକଟକୁ ଯାଇ ସଫା ଲୁଗାପଟା ଦେଇ କହିଲା, ହଇଓ ବାବୁ, ତୁମ ମଇଳା ଲୁଗାପଟା କାଢ଼ି ମୋତେ ଦିଅ ଓ ତୁମେ ଏଇ ଭଲ ଲୁଗାପଟା ପିନ୍ଧ। ତୁମେ ପରା ରାଜକୁମାରୀକୁ ଜିତିବାକୁ ଆସିଥିଲ? ଏବେ ତାଙ୍କୁ ନେଇ ନିଜ ଦେଶକୁ ଫେରିଯାଅ। ଏବେ ତୁମକୁ ମୁକ୍ତି ଦିଆଗଲା। ତୁମ ମୁଁ ବି ତୁମରି ଭଳି ତାଙ୍କୁ ହରାଇବାକୁ ଆସିଥିଲି, ମାତ୍ର ତାଙ୍କୁ ବାହା ହେବାକୁ ମୋର ଇଚ୍ଛା ନାହିଁ। ଏଇ ରାଜକୁମାରଙ୍କୁ ବିଜୟ ରାୟ ଚିହ୍ନି ପାରିଲେ ନାହିଁ। ନିଜେ ଜିତିଲେ ବି ରାଜକୁମାରୀଙ୍କୁ ସେ ତାଙ୍କୁ ଦେଇଦେଉଛନ୍ତି। ରାଜକୁମାରୀଙ୍କୁ ସାଙ୍ଗରେ ଧରି ସେ ଖୁବ୍ ଆଡ଼ମ୍ବରରେ ନିଜ ଦେଶକୁ ବାହାରିଲେ।ଏଣେ ଜୟଶ୍ରୀ ଆସି ଗଡ଼ରେ ବନ୍ଦୀ ହୋଇ ଖଟୁଥିବା ତିନି ଚାରି ଶହ ରାଜାଙ୍କୁ ଛାଡ଼ିଦେଲା। ସେମାନଙ୍କ ନାମରେ ଉଡ଼ୁଥିବା କଳା ପତାକାକୁ ଓହ୍ଳାଇ ପକାଇଲା। ତା ଆଦେଶରେ ଗଡ଼ରୁ କଳା ରଙ୍ଗକୁ ଉଡ଼ାଇ ଗେରୁଆ ରଙ୍ଗ କରାଗଲା। ଏହା ପରେ ସେ ଗଡ଼ରୁ ବାହାରି ଆପଣାର ପୁରୁଷ ବେଶ ଛାଡ଼ି ପ୍ରକୃତ ଲୁଗାପଟା ପିନ୍ଧିଲା। ଅନ୍ୟ ଗୋଟିଏ ରାସ୍ତାରେ ନିଜ ଦେଶକୁ ଫେରିଲା। ବିଜୟ ରାୟ ପହଞ୍ଚିବା ପୂର୍ବରୁ ଜୟଶ୍ରୀ ଆସି ଘରେ ପହଞ୍ଚି ଯାଇଥାଏ।ତିନି ଦିନ ପରେ ଖୁବ୍ ଆଡ଼ମ୍ବରରେ ବିଜୟ ରାୟ ଦେଶକୁ ବାହୁଡ଼ିଲେ। ଜୟଗଡ଼ର ଗର୍ବୀ ରାଜକୁମାରୀଙ୍କୁ ସେ ହରାଇ ଫେରୁଥିବାରୁ ଲୋକଙ୍କ ଆନନ୍ଦ କହିଲେ ନ ସରେ। ରାଜଧାନୀରେ ଉତ୍ସବ ଚାଲିଲା। ରାଜା ରାଣୀ ପୁଅକୁ ଆନନ୍ଦରେ କୁଣ୍ଢାଇ ପକାଇଲେ। ଏସବୁ ଦେଖି ଜୟଶ୍ରୀ ମନେ ମନେ ହସୁଥାଏ। ରାତି ପାହିଲା। ଲୋକେ ଯେଝା ଘରକୁ ଫେରିଗଲେ। ରାଜକୁମାର ଆପଣା ମହଲକୁ ଗଲେ।ଜୟଶ୍ରୀକୁ ଦେଖି କହିଲେ, ଦେଖିଲ ତ ତୁମ ପାଇଁ ମୁଁ ରୂପବତୀକୁ କେବଳ ବୁଦ୍ଧିରେ ଜିତିନାହିଁ, ତାକୁ ସାଙ୍ଗରେ ବି ନେଇଆସିଛି। ଏଥର ତୁମକୁ ମୋ ଆଦେଶ ଜୀବନ ସାରା ମାନିବାକୁ ହେବ। ଜୟଶ୍ରୀ ଖୁବ୍ ନମ୍ର ଭାବରେ କହିଲା, ହଁ, ହଁ, ଆପଣ ପ୍ରକୃତରେ ଜିତିଛନ୍ତି। ମୁଁ ତୁମ ପାଖେ ହାରିଯାଇଛି। ମୋତେ ହିଁ ଆପଣଙ୍କ ଆଦେଶ ମାନିବାକୁ ହେବ। ଆଚ୍ଛା ହେଉ, ଦୟାକରି ଏଇ ପୋଟଳିକୁ ଟିକିଏ ଖୋଲନ୍ତୁ!ବିଜୟ ରାୟ ପୋଟଳିକୁ ଖୋଲିଲେ। ଦେଖିଲେ, ସେଥିରେ ରହିଛି, ସେ ଜୟଗଡ଼ରେ ପିନ୍ଧୁଥିବା ମଇଳା କୋଚଟ ଗୋଟିଏ ଲୁଗା ଓ କାମିଜ। ମୁହଁଟା ତାଙ୍କର ମଳିନ ହୋଇଗଲା। ଲାଜରେ ମୁଣ୍ଡ ତଳକୁ ହୋଇଗଲା। ପାଟିରୁ ତାଙ୍କର କଥା ବାହାରିଲା ନାହିଁ। କିଛି ସମୟ ପରେ ସେ କହିଲେ, ତାହା ହେଲେ, ରାଜକୁମାରୀକୁ ହରାଇଥିବା ରାଜକୁମାର କ'ଣ ତୁମେ?ଜୟଶ୍ରୀ ହାତ ଯୋଡ଼ି ହସି ହସି କହିଲା, ହଁ ଆଜ୍ଞା, ମୁଁ ଥିଲି ସେଇ ଛଦ୍ମବେଶୀ ରାଜକୁମାର। ବିଜୟ ରାୟ କହିଲେ, ଜୟଶ୍ରୀ, ତୁମେ ପ୍ରକୃତରେ ବୁଦ୍ଧିମତୀ। ତୁମର ବୁଦ୍ଧି ସବୁଠାରୁ ଅଧିକ। ତୁମେ ଆମ ସମସ୍ତଙ୍କୁ ଜିତିଗଲ। ଏଥର ମୁଁ ତୁମ କଥା ମାନିବି।ଭାଇ ଭଉଣୀ। ଜଣେ ରାଜା ଥିଲେ। ତାଙ୍କର ଦୁଇଟି ପିଲା, ଝିଅଟିଏ, ପୁଅଟିଏ। ଭାଇ ଭଉଣୀ ଦୁହେଁ ପରସ୍ପରକୁ ଖୁବ୍ ଦେଖିପାରନ୍ତି। କେହି କାହାକୁ ଦଣ୍ଡେ ଛାଡ଼ି ରହିପାରନ୍ତି ନାହିଁ। ଦୁହିଁଙ୍କୁ ନଅ ଦଶ ବର୍ଷ ହୋଇଥାଏ, ସେମାନଙ୍କ ମାଆ ମରିଗଲେ। ଭାଇ ଭଉଣୀ ଦୁହେଁଯାକ ମାଆକୁ ଝୁରି ଝୁରି ବହୁତ କାନ୍ଦିଲେ। ଯେତେ କାନ୍ଦିଲେ ବା କ'ଣ ହେବ, ମାଆ ତ ଆଉ ଫେରିଆସିବ ନାହିଁ। ମାଆ ଛେଉଣ୍ଡ ପିଲା ଦୁଇଟିଙ୍କ କଥା ବୁଝିବା ଲାଗି ରାଜା କେତେ ଦିନ ପରେ ଆଉ ଜଣଙ୍କୁ ବିବାହ କଲେ।